ସାନଝିଅ ସତକୁ ସତ ସେଇ ନରେଶକୁ ବାହା ହୋଇ ଚାଲିଗଲା। ଅରବିନ୍ଦ ଏବେ ମଧ୍ୟ ଅଫିସରୁ ଫେରିଲେ ପୂର୍ବପରି ଅବିକଳ ସେମିତି କନକନ ହୋଇ ଚାରିଆଡ଼କୁ ଚାହିଁ ସୁପ୍ରିୟାକୁ ଆଲିଙ୍ଗନ କରନ୍ତି ଓ ଚିଡ଼ାନ୍ତି, ଚା' ଆସିବ ନାହିଁ? ମୁଁ ବଜାରକୁ ଏହି ବାହାରିଲି। ସୁପ୍ରିୟା ଏବେ ଆଉ "ଡୋଣ୍ଟ ବି ନିଗାର୍ଡଲି" କହି ଚିଡ଼େନାହିଁ ଅରବିନ୍ଦ ଉପରେ। କାହିଁକି ବା ଚିଡ଼ନ୍ତା ସେ। ପ୍ରକୃତରେ ଆଉ ଆଜିକାଲି ଘରେ ଚା' ବେଶୀ ଖର୍ଚ୍ଚ ହେଉନାହିଁ। ସମାଜସେବିକାମାନେ ଆଉ ପ୍ରାୟ ଆସନ୍ତି ନାହିଁ ତାଙ୍କ ଘରକୁ। ଦ୍ୱିପ୍ରହରଗୁଡ଼ିକ ଏକା ଏକା କଟିଯାଏ ତାର ବହି ପଢ଼ାରେ। କେବେ କେବେ ପିଲାଝିଲାଙ୍କ ପାଖରୁ ଚିଠିପତ୍ର ଆସିଥିଲେ ଥରକୁ ଥର ସେଗୁଡ଼ିକୁ ପଢ଼ି, କାନ୍ଦୁ କାନ୍ଦୁ ସମୟ କଟିଯାଏ ତାର। ସେମାନଙ୍କ ପାଖକୁ ଚିଠି ଲେଖିବାରେ ମଧ୍ୟ କେତେକ ଦ୍ୱିପ୍ରହର କଟିଯାଇଥାଏ ତାର, ତେବେ ଅଧିକାଂଶ ସମୟ ତାର କଟେ ବହି ପଢ଼ାରେ। ସୌଭାଗ୍ୟବଶତଃ ପିଲାଦିନୁ ବହି ପଢ଼ିବାର ସଉକ ତାର ଥିଲା। ବଡ଼ଦିନେ ସେଇ ସଉକ ଯେ ତାକୁ ବଞ୍ଚେଇଦେବ କିଏ ଜାଣିଥିଲା। ତଥାପି ଦିନେ ଦିନେ ସୁପ୍ରିୟା ଅଣନିଶ୍ୱାସୀ ହୋଇପଡ଼େ। ସଞ୍ଜବେଳେ ଅରବିନ୍ଦ ଘରକୁ ଲେଉଟିବା ମାତ୍ରେ ସେ ଗୋଟିଏ ଗୋଟିଏ ଝୁଙ୍କିବାଦ କଥା ଆରମ୍ଭ କରିଦିଏ। ଖବରକାଗଜ ଦେଖିଛ? କଳାହାଣ୍ଡିରେ ଦୁର୍ଭିକ୍ଷ ପଡ଼ି ଲୋକ ପୋକମାଛି ପରି ମରୁଛନ୍ତି। ଆମେ କ'ଣ ଏମିତି ଘରେ ବସିଥିବା? ଆମର କିଛି କର୍ତ୍ତବ୍ୟ ନାହିଁ? ଯାଉନ! କଳାହାଣ୍ଡି ଦୌଡ଼! ଅରବିନ୍ଦ ସ୍ୱଭାବସୁଲଭ ଢଙ୍ଗରେ ଛିଗୁଲାଏ, ଦୁର୍ଭିକ୍ଷ ଯୋଗୁଁ ଲୋକେ ତେନ୍ତୁଳି ପତ୍ର ଖାଉଛନ୍ତି। ତମେ ତେନ୍ତୁଳି ପତ୍ର ଚଟଣି କରି ତାଙ୍କୁ ଖୁଏଇ ଖାଇବାକୁ ଯଦି ଚାହୁଁଛ ଯା। ସୁପ୍ରିୟା ବିରକ୍ତ ହୋଇ ମୁହଁ ଫୁଲେଇ ବସିରହେ। ଅରବିନ୍ଦ ବେଶୀ ବୁଝାସୁଝା କଲେ ନିଜ ଜୀବନକୁ ଧିକ୍କାରି ଧିକ୍କାରି ସେ କହେ, ପୋକମାଛିର ଜୀବନ। ଏ ଜୀବନରେ କଅଣ କରିହେବ ଯେ ଏତେ ମାୟାମମତା ଲଗେଇ ମଣିଷ ସନ୍ତୁଳି ହେଉଛି। ଅରବିନ୍ଦ ସ୍ତ୍ରୀର ଦୁଃଖ ବୁଝିପାରେ। ଅଧିକାଂଶ ସମୟରେ ସେ ତାକୁ ନିଜର ସାନ୍ନିଧ୍ୟ ଦେବାକୁ ଯଥୋପରୋନାସ୍ତି ଚେଷ୍ଟା କରେ। କିନ୍ତୁ ଅଫିସ ସମୟତକ ସେ ଆଉ କ'ଣ କରନ୍ତା! ଚାକିରିର ଶେଷ ସହଜେ ହୁଏନା। ଅବସର ନେବା ସମୟ ଆହୁରି କେତେ ବର୍ଷ ବାକି। ଅନନ୍ୟୋପାୟ ହୋଇ ସେ ସୁପ୍ରିୟାକୁ ନାନା ପ୍ରକାରେ ବୁଝାଏ। ଥରେ ଥରେ କହେ ସେ, ଦେଖ! ଘରୁ କୁଆଡ଼େ ପଳେଇଗଲେ ଯେ ସମାଜସେବା ହୋଇଯିବ ତା' କାହିଁକି ଭାବୁଛ? ଘରେ ଥାଇ ମଧ୍ୟ ଯଥେଷ୍ଟ ସମାଜସେବା କରୁଛ ବୋଲି ଭାବ। ସବୁ ସ୍ତ୍ରୀ ଯଦି ଘର ଛାଡ଼ି ପଳେଇବେ ତେବେ ଘର ମୋଟେ ରହିବ ନାହିଁ। ତା' ଛଡ଼ା ସମାଜସେବା ପାଇଁ ଏଇ ଆଖପାଖରେ ଘର ଓଳି ତଳେ ମଧ୍ୟ କି ସୁଯୋଗ ଅଛି ଦେଖିଲଣି? ସୁପ୍ରିୟା ଖିଙ୍କାରି ହୋଇଉଠେ ସେଭଳି ମନରଖା କଥା ଶୁଣିବା ମାତ୍ରେ ଅରବିନ୍ଦ ମୁହଁରୁ। ସେ ଭଲକରି ଜାଣିପାରେ ଲୋକଟା ତାର ମର୍ମ କଥାକୁ ଆଦୌ ଗୁରୁତ୍ୱ ଦେଉନାହିଁ। ବରଂ ତା' ଜୀବନର ସମସ୍ତ ଅଭିଳାଷକୁ ସେ ଲଘୁ କଥାରେ ଉଡ଼େଇଦେବାକୁ ଚାହୁଁଛି। ଅରବିନ୍ଦ ଆଉ ଆଗେଇ ପାରେ ନାହିଁ। ବାଧ୍ୟ ହୋଇ ସ୍ୱାମୀ ସ୍ତ୍ରୀ ଯେଝା ଯେଝା ଖଣ୍ଡିଏ ଖଣ୍ଡିଏ ବହି ହାତରେ ଧରି ବସିପଡ଼ନ୍ତି। ସମୟ ଗଡ଼ିଯାଏ। ସୁପ୍ରିୟାର ଅଣନିଶ୍ୱାସୀ ଦିନଗୁଡ଼ିକର ସଂଖ୍ୟା ବଢ଼ିବାକୁ ଲାଗେ। ଏଇ ଅଣନିଶ୍ୱାସ ଭିତରେ ଅନେକ ଅନେକ ଦୁଶ୍ଚିନ୍ତା କ୍ରମେ ସୁପ୍ରିୟାକୁ ଗ୍ରାସ କରିବାକୁ ଲାଗିଲା। ଥରେ ଗୋଟିଏ ନିର୍ଜନ ଦ୍ୱିପ୍ରହରରେ ଜଣେ କିଏ ଲୋକ ଫାଟକ ପାଖରେ ନଡ଼ବଡ଼ ହେଉଥିବା ଦେଖି ସେ ହଠାତ୍ କ'ଣ ଭାବି ଫାଟକ ପାଖକୁ ଦୌଡ଼ି ଚାଲିଗଲା। ଲୋକଟି ଚିହ୍ନା ଚିହ୍ନା ମନେହେଉଥିଲା।